ତଥାପି ଏକ ଉତ୍ତେଜନାରେ ସେ କହିଲା ତମକୁ ଯଦି ଆଘାତ ଦେଇଥାଏ କ୍ଷମା କରିବ। ତଥାପି ଜାଣିବାର ଦରକାର ପଡ଼ୁଚି। କହ ଏ ଚମ୍ପାକଳି କଣ ତୁମର ନାମ? ଏ କଥାରେ ଚୁଡ଼ିବାଲି ନାରୀଟି ଝଡ଼ବେଗରେ ଉଠି ପଡ଼ିଲା। ସୁରେନ୍ଦ୍ର ପାଖକୁ ଚାଲିଆସି ତା ମୁହଁକୁ ମଟମଟ କରି ଚାହିଁ କହିଲା, କେଉଁ ସ୍ତ୍ରୀ ଲୋକର ନାମ ଚମ୍ପାକଢ଼ି କି ଗୋଲାପ କଢ଼ି ହେଲା ସେକଥା ଜାଣିବା ତମପରି ପୁରୁଷର ଅଧିକାର ନାହିଁ। ତମେ ଠକ, ସଇତାନ ଚାଲିଯା ଏଠୁ, ଚାଲିଯା। ଚୁଡ଼ିବାଲି ନାରୀଟିର ଏହି ଭର୍ତ୍ସନାରେ ସୁରେନ୍ଦ୍ର ଆନନ୍ଦିତ ହୋଇ ଉଠିଲା। ସେ ଯେମିତି ପଥ ଖୋଜି ପାଇଲା। ସେ ଉନ୍ମାଦନାରେ ଅଧିର ହୋଇ ସେହି ବର୍ଷିୟସୀ ନାରୀଟିକୁ ତାର ସେହି ବିସ୍ଫାରିତ ସମୁଦ୍ର ନୀଳ ଆଖିର ଗଭୀରତାକୁ ଚାହିଁ ଗଦ ଗଦ କଣ୍ଠରେ କହିଲା, ମତେ ଭର୍ତ୍ସନା କର, ମାତ୍ର କହ, ତମେ କଣ ସେଇ ଚମ୍ପାକଢ଼ି। ଚୁଡ଼ିବାଲି ସ୍ତ୍ରୀ ଲୋକଟିର ଆଖିରେ ସେପର୍ଯ୍ୟନ୍ତ ଆଶ୍ଚର୍ଯ୍ୟର ଏକ କମନୀୟ ରଙ୍ଗ ମାଖି ହୋଇ ରହିଥିଲା। ତାର ସବୁ କ୍ରୋଧ, ଜିଜ୍ଞାସା, ଚାଞ୍ଚଲ୍ୟ ହେତୁ ଏ ଲୋକଟା, ଏ ଲୋକଟା କିଏ? ସୁରେନ୍ଦ୍ର ସେମିତି ଗୁଣୁ ଗୁଣୁ ହେଉଥିଲା ଆବେଗର ଉନ୍ନଦନାରେ। ଏଥର ସ୍ତ୍ରୀ ଲୋକଟି ତାର ସବୁ ଭାବକୁ କାନ୍ଦଣାର ନିର୍ଯ୍ୟାସରେ ରାସାଣିତ କରି କହିଲା କିଏ ତମେ? କିଏ ତମେ? ସତ କହ, କାହିଁକି ମୋ ହୃତ୍‌ପିଣ୍ଡରେ ଚମକାଇ ଚମକ ଲଗାଇଛ। ତମେ କଣ ତିରିଶି ବର୍ଷ ତଳର ସେଇ ଉପଗଳିର ଓଃ ତମେ କିଏ କୁହ ?କୁହ ସେଇ ଯେଉଁ ହଳଦିଆ କୋଠା ଝରକାରେ ମୟୁରକଣ୍ଠୀ ରଙ୍ଗର ପର୍ଦ୍ଦା ଦ୍ୱାର ଦେଶରେ ଏକ ନର୍ତ୍ତକୀର ଛବି। ଓଃ ଓଃ, ସେ କୋଠରୀ ଏକ ରଙ୍ଗମଞ୍ଚ ପରି ସଜ୍ଜିତ ଥିଲା। ରାତ୍ରିରେ ସେଦିନ ଭୀଷଣ ବର୍ଷା, ବଜ୍ର ଓ ବିଜୁଳି। କେହଁ ଜଣେ ପଥଚାରୀ ନେଇଥିଲା ଆଶ୍ରୟ। ଓଃ ବନ୍ଦ କର । ସେ ମାଗିଥିଲା ଆକୁଳରେ ମୁନ୍ଦାଏ ପାଣି। ଏତେ ବଡ଼ ବର୍ଷା ରାତିରେ କି ତୃଷା ଥିଲା ସତେ। ଓଃ କୁହନା, କୁହନା ଆଉ କିଛି। ସୁରେନ୍ଦ୍ରର ମନ ଭିଜି ଯାଇଥିଲା ସମ୍ପୂର୍ଣ୍ଣ। ସହସା ତାକୁ ଆଲିଙ୍ଗନରେ ବାନ୍ଧିରଖି ଚୁଡ଼ିବାଲି ନାରୀଟି କହିଲା, ଓଃ ତମେ । ତୁମେ ପୁଣି ଫେରି ଆସିଚ କେତେ ବର୍ଷ ପରେ, କେତେ ଯୁଗ ପରେ। ଏଇ ଦେଖ, ଚାହିଁ ମୁଁ ଯେ ବୁଢ଼ୀ ହୋଇ ଗଲିଣି। ମହିଳା ଜଣକ ଏହି ଅତର୍କିତ ଆଲିଙ୍ଗନ ଓ ଭାବାବେଗ ଭିତରେ ଏକାନ୍ତ ଲଜ୍ଜିତ ଓ ଅପ୍ରତିଭ ହୋଇ ଉଠିଲା। ଲଜ୍ଜା ତାକୁ ଆକଣ୍ଠ ଗ୍ରାସ କରି ଆଖିରେ ବ୍ୟଥା, ବେଦନାର ଏକ ସମନ୍ଵୟ ସୃଷ୍ଟି କରିଗଲା। ନିଜକୁ ଏକାନ୍ତ ଅପରାଧୀ ମନେ ହେଲା ତାର। ତଥାପି ସେହି ନାରୀଟିର ଏ ବିପୁଳ ଆବେଗ ଓ ରସାବେଗକୁ କାଟିଦେଇ ସେ ନିଜକୁ ମୁକ୍ତ କରିପାରିଲା ନାହିଁ। ଅନେକ ବେଳ କଟିଗଲା ନାରୀର ଆଖିରୁ ଧାର ଧାର ଅଶ୍ରୁ ଝରି ବହି ଚାଲିଥାଏ। ସେ ଅଶ୍ରୁରେ ସୁରେନ୍ଦ୍ର ଛାତିର ଅନେକାଂଶ ଆର୍ଦ୍ର ହୋଇଉଠୁଚି। ଏଥର ସୁରେନ୍ଦ୍ର ବହୁ କଷ୍ଟରେ ନିଜକୁ ଆୟତ୍ତ କରି ମୁକ୍ତକଲା ଓ କହିଲା କ୍ଷମା କର ମତେ। ମୁଁ ସେହି ପଥଚାରୀ ପ୍ରବୀର ଦାସ ନୁହେଁ। ମୁଁ ଏଥର ସେ ଭାବବିହ୍ୱଳା ନାରୀଟିର ଆର୍ତ୍ତ ଚିତ୍କାର ଚତୁଃପାର୍ଶ୍ଵକୁ କରୁଣାକ୍ତ ତାଙ୍କ କରି ତୋଳିଲା। ସୁରେନ୍ଦ୍ର କହିଲା, ବିଶ୍ଵାସ କର ମୁଁ ତାଙ୍କର ପୁଅ ସୁରେନ୍ଦ୍ର ଦାସ। ତାଙ୍କଠାରୁ ଆଦେଶ ପାଇ ଆସିଚି। ଚୁଡ଼ିବାଲି ନାରୀଟିର କ୍ଷଣକ ପୂର୍ବର ସେହି ଉନ୍ନୟତା କିପରି କରୁଣ ହୋଇ ଉଠିଲା। ସେ ତାର ମୁଖ, ଆଖି ସର୍ବତ୍ର ଚହଟି ଗଲା। ସୁରେନ୍ଦ୍ରର କଥା ଶୁଣୁ ଶୁଣୁ ସେ ଅସ୍ଥିର ହୋଇ ତାକୁ ଚାହିଁ ରହିଲା। ତାର ଆଖିରେ ପଲକ ପଡ଼ିଲା ନାହିଁ। ସେ କେବଳ ଗୁଣୁ ଗୁଣୁ ହୋଇ କହିବାକୁ ଲାଗିଲା। ତମେ ତାଙ୍କ ପୁଅ, ତାଙ୍କ ପୁଅ। ଓଃ, ସେ ତେବେ ସଂସାର କରିଚନ୍ତି। ସେ ପୁଣି କି ଆଦେଶ ଦେଇଛନ୍ତି ସୁରେନ୍ଦ୍ର? ତାପରେ ସେ ସୁରେନ୍ଦ୍ରର ପାଖକୁ ଚାଲି ଆସିଲେ। ସୁରେନ୍ଦ୍ରର ମୁହଁକୁ ମନ ଭରି ଦେଖି ଦେଖି ତେବେ ବି ଯିମିତି ତୃପ୍ତି ଆସିଲା ନାହିଁ। ଆଃ ଅବିକଳ ସେଇ ନାକ, ଉନ୍ନତ କପାଳ।